ମହାରାଷ୍ଟ୍ରର ସେହି ସମୟର ଜଣେ ସନ୍ଥ ଏକନାଥଙ୍କର କଥାଗୁଡ଼ିକୁ ଏହି ପ୍ରସଙ୍ଗରେ ସ୍ମରଣ କରାଯାଇପାରିବ। କେଡ଼େ ନିଶ୍ଚଳ ଭାବରେ ସିଏ ଘୋଷଣା କରିଥିଲେ ଯଦି ସଂସ୍କୃତଭାଷାକୁ ଦେବତାମାନେ ତିଆରି କରିଛନ୍ତି, ତେବେ ପ୍ରାକୃତକୁ କଣ ଚୋର ଏବଂ ନିର୍ବୁଦ୍ଧିଆମାନେ ତିଆରି କରିଛନ୍ତି? ତେଣୁ ଏହିସବୁ ଦମ୍ଭୋକ୍ତିର ସମାପ୍ତି ଘଟିବା ଉଚିତ୍ କାରଣ ସଂସ୍କୃତ ହେଉ କିମ୍ବା ପ୍ରାକୃତ ହେଉ, ଯେଉଁ ଭାଷାରେ ଈଶ୍ଵରଙ୍କ କଥା କୁହାଯାଇଛି, ସେହି ଭାଷାକୁ ଅବଶ୍ୟ ପବିତ୍ର ବୋଲି କୁହାଯିବ ଏବଂ ତାହାକୁ ଅବଶ୍ୟ ଉପଯୁକ୍ତ ସମ୍ମାନ ଦେବାକୁ ହେବ। ମହାନ୍ ଈଶ୍ୱର କଦାପି କୌଣସି ଭାଷାକୁ ପକ୍ଷପାତ ପ୍ରଦର୍ଶନ କରୁନଥିବେ। ସଂସ୍କୃତ ଓ ପ୍ରାକୃତ ଦୁଇଟିଯାକ ଭାଷା ତାଙ୍କୁ ଅବଶ୍ୟ ସମାନ ଦେଖାଯାଉଥବେ। ଓଡ଼ିଶାରେ ଜଗନ୍ନାଥ ଦାସଙ୍କଠାରୁ ଆରମ୍ଭ କରି ଭୂପତି ପଣ୍ଡିତଙ୍କ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଲେଖୁଥିବା କବିମାନଙ୍କୁ କେତେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଦେବତା ହିଁ ତାହାର ଆତ୍ମା ରୂପେ ଅଧିଷ୍ଠିତ ରହିଛନ୍ତି ବୋଲି ଏକଦା ଏକ ପ୍ରାଚୀନ ସଂସ୍କୃତଶାସ୍ତ୍ରରେ ଉଚ୍ଚାରିତ ହୋଇଥିଲା। ମାତ୍ର ଆଚରଣର ଇତିହାସରେ ସଂସ୍କୃତ ଏପରି ଅନ୍ୟ ଭଳି ହୋଇ କାହିଁକି ରହିଆସିଛି? ବର୍ତ୍ତମାନର ଇଟାଲୀ ହେଉଛି ପ୍ରାଚୀନ ଲାଟିନ୍ ଭାଷାର ମୂଳ ଭୂମି। ସେହି ଦେଶର କାଥୋଲିକ୍ ଗୀର୍ଜାମାନଙ୍କରେ ଏବେ ମଧ୍ୟ ପାଦ୍ରୀମାନେ ଲାଟିନ୍ ଭାଷାରେ ଈଶ୍ଵର ଉପାସନାର କାର୍ଯ୍ୟଟିକୁ ସମ୍ପନ୍ନ କରୁଛନ୍ତି। ସେହି ଦେଶର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଟିନ୍ ଭାଷାର ଅଧ୍ୟୟନ ତଥା ଅଧ୍ୟାପନା ହେଉଛି ଏବଂ ଲାଟିନ୍ ସାହିତ୍ୟର ଆଲୋଚନା କରାଯାଉଛି। ଅତ୍ୟନ୍ତ ସ୍ୱାଭାବିକ ଭାବରେ ତାହା କରାଯାଉଛି। କିନ୍ତୁ ସେଠାରେ ସ୍କୁଲର ପିଲାମାନଙ୍କ ନିମନ୍ତେ ଲାଟିନ୍ ଆଦୌ ବାଧ୍ୟତାମୂଳକ ହୋଇ ରହିନାହିଁ, ଅଥବା ସେହି ଭାଷାକୁ କେହି ଲୋକଭାଷା ବୋଲି। କହିବାର ଧୃଷ୍ଟତା ମଧ୍ୟ ଦେଖାଉନାହାନ୍ତି। ତେଣୁ ଓଡ଼ିଶାରେ ଏବଂ ଭାରତବର୍ଷରେ କାହିଁକି ଥୋକାଏ ସଂସ୍କୃତ ପକ୍ଷର ଲୋକେ ସେହି ଭାଷାକୁ ଲୋକଭାଷା ବୋଲି କହିବାରେ ଲାଗିଛନ୍ତି ଏବଂ ଚାରିଆଡ଼େ ବୁଲି ତାହା ପ୍ରଚାର କରୁଛନ୍ତି? ଯେତେଦୂର ମନେହୁଏ, ସଂସ୍କୃତଭାଷା ବିଲୁପ୍ତ ହୋଇଯିବ ବୋଲି ଗୋଟିଏ ପ୍ରକାରର ଅଶୁଭ ଚିନ୍ତା ସେମାନଙ୍କୁ ଭିତରେ କାମୁଡ଼ି ଧରିଛି ଓ ତେଣୁ ସେମାନେ ଭାରି ଜ୍ୱରାକ୍ରାନ୍ତ ଭାବରେ ସଂସ୍କୃତର ପ୍ରଚାର କରି ବାହାରିଛନ୍ତି। ଏକ ଭାଷା ହିସାବରେ ସଂସ୍କୃତ କଦାପି ଲୁପ୍ତ ହେବ ନାହିଁ। ତାହାର ଅଧ୍ୟୟନ ବୃଦ୍ଧି ପାଇବ, ପ୍ରଶସ୍ତରୁ ପ୍ରଶସ୍ତତର ବହୁ ପରିଧିରେ ସଂସ୍କୃତ ସାହିତ୍ୟର ଗବେଷଣା ମଧ୍ୟ ହେବ। ମାତ୍ର ଅସଲ ଏବଂ ସମୀଚୀନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସଂସ୍କୃତକୁ ଲୋକଭାଷା କରିବାର ହାସ୍ୟାସ୍ପଦ ପ୍ରଚେଷ୍ଟାଟି ମଧ୍ୟ କ୍ରମେ ଊଣା ହୋଇଆସିବ। ଦେଶର ସବୁ ପିଲା ସଂସ୍କୃତ ପଢ଼ନ୍ତୁ ବୋଲି ଆଉ କେହିହେଲେ ଦାବି କରି ବାହାରିବେ ନାହିଁ। ଦେଶରେ ପ୍ରାୟ ଅଧେ ମଣିଷ ଏବେ ମଧ୍ୟ ନିରକ୍ଷର ହୋଇ ରହିଛନ୍ତି ସେମାନେ ଆଗ ସାକ୍ଷର ହେବେ। ସଂସ୍କୃତ ଭାଷାରେ ନୁହେଁ, ନିଜେ ଦୈନନ୍ଦିନ ବ୍ୟବହାର କରୁଥିବା ଭାଷାରେ ସାକ୍ଷର ହେବେ। ଦେଶର ଅଧେ ପିଲା ବର୍ତ୍ତମାନ ସ୍କୁଲକୁ ଆସୁନାହାନ୍ତି। ସେମାନେ ସ୍କୁଲକୁ ଆସିବେ ଏବଂ ସଂସ୍କୃତ ଭାଷାରେ ନୁହେଁ, ନିଜର ଭାଷାରେ ପାଠ ପଢ଼ିବେ। ସେଥିମଧ୍ୟରୁ ଆଗକୁ ଯାଇ କେତେ ବିଦ୍ୟାର୍ଥୀ ସଂସ୍କୃତକୁ ଅବଶ୍ୟ ମନ କରିବେ। ସେମାନେ ଶ୍ରଦ୍ଧାର ସହିତ ସଂସ୍କୃତକୁ ମନ କରିବେ। ଇଂଲଣ୍ଡର କେତେକ ବିଶ୍ୱବିଦ୍ୟାଳୟରେ ଯିଏ ଇଂରାଜୀ ଭାଷା ଓ ସାହିତ୍ୟରେ ବିଶେଷ ଅଧ୍ୟୟନ କରିବାକୁ ଇଚ୍ଛା କରେ, ତାକୁ ମଧ୍ୟ ନିଜ ଶିକ୍ଷାର ମାଧ୍ୟମିକ ସ୍ତରରୁ ଗ୍ରୀକ୍ ଏବଂ ଲାଟିନ୍ ଶିକ୍ଷା କରିବାକୁ ପଡ଼ିଥାଏ। ଓଡ଼ିଶାରେ ଯେଉଁମାନେ ଓଡ଼ିଆ ଭାଷା ଓ ସାହିତ୍ୟରେ ସର୍ବୋଚ୍ଚ ପାହାଚକୁ ଯିବାକୁ ଚାହିବେ, ସେମାନେ ପ୍ରୟୋଜନ ଦୃଷ୍ଟିରୁ ବି ସଂସ୍କୃତ କାହିଁକି